ତୁମକୁ ବି ଆମ ସାଙ୍ଗରେ ଯିବାକୁ ପଡ଼ିବ ମେରିନା। '' ଲେନା ମେରିନାର ହାତ ଧରି ଟାଣି। ନେଇଗଲା। ''ଏଥର ତୁମେ ଦେଖିପାରୁଛ ମେରିନା ମଙ୍ଗଳଗ୍ରହକୁ? '' ମେରିନାର ଆଖି ଆଗର ଦୂରବୀକ୍ଷଣ ଯନ୍ତ୍ରକୁ ଉପର ତଳ କରୁଁ କରୁଁ ଆଲେସ୍କି ପଚାରିଲେ, ''ଦେଖୁଛ ମଙ୍ଗଳଗ୍ରହ ଏଠାରୁ କି ପରିଷ୍କାର ଦିଶୁଚି। ପୃଥିବୀପୃଷ୍ଠରୁ ଏହି ମଙ୍ଗଳଗ୍ରହକୁ ଅନାଇଲେ, ଏହା ଏତେ ପରିଷ୍କାର ଦିଶେନି। ପୃଥିବୀପୃଷ୍ଠର ଦୁଇ ଶହ ମାଇଲବିଶିଷ୍ଟ ଆକାଶ ମଙ୍ଗଳ ଯୋଗୁ ମଙ୍ଗଳଗ୍ରହ ଅସ୍ପଷ୍ଟ ଓ ମେଘୁଆମେଘୁଆ ଦିଶେ। ଏଠାରେ ବାୟୁମଣ୍ଡଳ ନଥିବାରୁ ମଙ୍ଗଳଗ୍ରହ ଆମକୁ କେତେ ପରିଷ୍କାର ଦିଶୁଛି, ଦେଖିପାରୁଛ? ଆହୁରି ତୁମେ ଦେଖିପାରୁଛ ମେରିନା ମଙ୍ଗଳ ଗ୍ରହ ପୃଷ୍ଠଦେଶରେ ସେଇ ଯେଉଁସବୁ ଗାର? ସେଗୁଡ଼ିକୁ ଆଜକୁ ଅର୍ଦ୍ଧଶତାବ୍ଦୀ ତଳେ ଇଟାଲୀୟ ବୈଜ୍ଞାନିକ ସିଆପେରେଲ କେନାଲ ବୋଲି କହିଥିଲେ। ଏହାଙ୍କ ପରେ ଆମେରିକାର ଜ୍ୟୋତିର୍ବିଜ୍ଞାନବିଦ୍ ପାର୍ସିଭେଲ୍ ଲୋଏଲ୍ ସିଆପେରେଲିଙ୍କର ସେଇ ମତକୁ ସମର୍ଥନ କଲେ। କିନ୍ତୁ ଆଧୁନିକ ବିଜ୍ଞାନୀ ସମାଜ ତାହା ସ୍ୱୀକାର କରିବାକୁ ନାରାଜ। ଭଲ ଭାବରେ ନିରୀକ୍ଷଣ କର ମେରିନା, ସେଇ ଗାରଗୁଡ଼ିକ ତୁମକୁ କିପରି ଦିଶୁଚି। ସେଗୁଡ଼ିକ କ'ଣ କେନାଲ ପରି ଦିଶୁନି ତୁମକୁ? '' ମେରିନା ଆହୁରି ଟିକିଏ ଯତ୍ନସହକାରେ ନିରୀକ୍ଷଣ କଲା ସେହି ରକ୍ତଭା ଗ୍ରହଟିକୁ–''ବାସ୍ତବିକ ଏଗୁଡ଼ାକ ତ କେନାଲ ଛଡ଼ା ଆଉ କିଛି ହୋଇପାରେ ନା। କିନ୍ତୁ ସେଠାରେ ସେ ଯେଉଁ ଧଳା ଅଂଶଟି ଦିଶୁଛି, ସେଟା କ'ଣ ଆଲେସ୍କି? '' ଆଲେସ୍କି ଦୂରବିକ୍ଷଣରେ ନିରୀକ୍ଷଣ କରିବାକୁ ଲାଗିଲେ। ଦେଖୁଁ ଦେଖୁଁ ସେ ଚିତ୍କାର କରିଉଠିଲେ, ''ଠିକ୍, ଠିକ୍ ଦେଖିଛ ମେରିନା! ବାଃ, ବଡ଼ ଅପୂର୍ବ ଦୃଶ୍ୟଟିଏ ଆବିଷ୍କାର କରିଛ ସତେ। ଏହି ପର୍ଯ୍ୟବେକ୍ଷଣଟି ପାଇଁ ଆଜି ପର୍ଯ୍ୟନ୍ତ ବହୁ ଯୁକ୍ତିତର୍କ ହୋଇଯାଇଛି। ଦଳେ କହୁଛନ୍ତି ଏହି ଧଳା ଅଂଶଟି କିଛି ନୁହେଁ, ଦୃଷ୍ଟିଭ୍ରମ। ଆଉ ଦଳେ କହୁଛନ୍ତି,. ଏହା ହେଉଛି ମଙ୍ଗଳ ଗ୍ରହର ତୁଷାରାଦିତ ମେରୁମଣ୍ଡଳ। ଗୋଟିଏ ଦେଶର ବୈଜ୍ଞାନିକମାନଙ୍କର ରାଜନୈତିକ ଆଦର୍ଶ ଅନ୍ୟ ଦେଶର ବୈଜ୍ଞାନିକମାନଙ୍କଠାରୁ ପୃଥକ୍ ହୋଇଥିବାରୁ, ସେମାନଙ୍କର ଆବିଷ୍କାରକୁ ଅନ୍ୟମାନେ ଗହଣ କରିବାକୁ ନାରାଜ। ବୈଜ୍ଞାନିକ ଗବେଷଣାରେ ଯଦି ଏହିଭଳି ସଂକୀର୍ଣ୍ଣ ରାଜନୀତି ପଶେ, ତେବେ ବିଜ୍ଞାନର ଭବିଷ୍ୟତ ଅନ୍ଧକାର ଛଡ଼ା ଆଉ କ'ଣ ହୋଇପାରେ ମେରିନା? ପ୍ରକୃତ ସତ୍ୟର ଅନ୍ୱେଷଣ ଛାଡ଼ି ବୈଜ୍ଞାନିକମାନେ ଯଦି ଏହି ସଂକୀର୍ଣ୍ଣ ରାଜନୀତିର ଏକ କ୍ରୀଡ଼ା ପୁତ୍ତଳିକା ହୁଅନ୍ତି, ତେବେ ସତ୍ୟ ଯେ ସେମାନଙ୍କଠାରୁ ଦୂରେଇଯିବ ଏହା ସେମାନେ ଭୁଲିଯିବା ଉଚିତ ନୁହେଁ। ତୁମେ ଟିକିଏ ସାହାଯ୍ୟ କରିପାରିବ ମେରିନା। ସେହି ଟେବୁଲ ଉପରେ ଯେଉଁ ଚଳଚ୍ଚିତ୍ର କ୍ୟାମେରାଟି ଥୁଆ ହୋଇଛି, ସେଇଟାକୁ ଆଣି ଏଇ ସ୍ଥାନରେ ଲଗାଇ ଦେଇ ପାରିବ? '' ମେରିନା ତର ତର ହୋଇ ଦୂରବୀକ୍ଷଣରେ କ୍ୟାମେରାଟିକୁ ଲଗାଇ ଆଲେସ୍କିଙ୍କ ନିର୍ଦ୍ଦେଶ ଅନୁଯାୟୀ ମଙ୍ଗଳଗ୍ରହର ଚଳଚ୍ଚିତ୍ର ଉଠାଇବାକୁ ଲାଗିଲା। ଆଲେସ୍କି ତେଣେ ନିଜର ପର୍ଯ୍ୟବେକ୍ଷଣଗୁଡ଼ିକୁ ତରତର ହୋଇ ଲିପିବଦ୍ଧ କରିବାକୁ ଲାଗିଗଲେ। ମେରିନା ବଡ଼ ଉତ୍ସାହିତ ହୋଇ ଚଳଚ୍ଚିତ୍ର କ୍ୟାମେରାର ଟିକ୍ ଟିକ୍ ଗତିକୁ ଅନାଇ ରହିଥାଏ। ହଠାତ୍ ପର୍ଯ୍ୟବେକ୍ଷଣାଗାରର ଦୁଆରେ ଠକ୍ ଠକ୍ ହେଲା। ମେରିନା ଯାଇ ଦୁଆର ଖୋଲିଦେଲା ଏବଂ ଡାଇରେକ୍ଟରଙ୍କର ଷ୍ଟେନୋ ମିସ୍ ଏଲିନା ପ୍ରବେଶ କଲେ। ''ଏଲିନା, ତୁମେ ହଠାତ୍ ଏଆଡ଼େ? '' ମେରିନା ପଚାରିଲା। ''ଡାଇରେକ୍ଟରଙ୍କୁ କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରର ମିସ୍ ଲେନା ଡାକୁଛନ୍ତି। ମଙ୍ଗଳ ଗ୍ରହ ସମ୍ୱନ୍ଧରେ ସେ କ'ଣ ଗୋଟାଏ ଆବିଷ୍କାର କରିଛନ୍ତି, ଯାହାକୁ ପରୀକ୍ଷା କରିବା ପାଇଁ ସେ ଡାଇରେକ୍ଟରଙ୍କ